ଜମିମାନେ ପୁଣି ଲଙ୍ଗଳ ଯିବ ବୋଲି ଅପେକ୍ଷା କରିଥାନ୍ତି, ଆମ ପିଲାଏ ବି ଅପେକ୍ଷା କରିଥିବା ପରି ମନେ ହେବାକୁ ଲାଗନ୍ତି। ଆମର ଗାଆଁଟା ପୁନର୍ବାର ନିଜର ବୋଲି ଲାଗେ, ସେଇ ପୁରୁଣା ନିଜ ଗାଆଁଟା, ଆମର ପ୍ରତ୍ୟାବର୍ତ୍ତନ ଲାଗି ଅପେକ୍ଷା କରି ରହିଥାଏ। ପଣ୍ଡିତମାନେ କହୁଛନ୍ତି, ଭାରତବର୍ଷର ଇତିହାସରେ ଏହି ଗାଆଁଟା କୁଆଡ଼େ ସବୁଠାରୁ ବେଶୀ ପୁରୁଣା। ଭାରତବର୍ଷର ସଭ୍ୟତା ମୂଳତଃ ଗ୍ରାମସଭ୍ୟତା ବୋଲି ସେମାନେ କେଡ଼େ ଉତ୍ସାହ-ସଡ଼ସଡ଼ ଭାଷା ଦେଇ କହିଯାଇଛନ୍ତି। କବିମାନେ ମଧ୍ୟ ଏହି ପଲ୍ଲୀଟାକୁ ସୁଖ ଓ ଶାନ୍ତିର ଗନ୍ତାଘର ବୋଲି କହି ଛାନ୍ଦ ପକାଇ କେତେ ବାହୁନିଛନ୍ତି। ସେମାନେ ସମସ୍ତେ ସହରରେ ଥାଇ ମଧ୍ୟ ଏହି ପଲ୍ଲୀକୁ ଏପରି ଟେକିବାକୁ କାହିଁକି ମନ କରିଛନ୍ତି କେଜାଣି? ଆମ ଗାଆଁଲୋକଙ୍କୁ ଭୂତାଇ ରଖିବାକୁ ଏସବୁର ଭିଆଣ ହୋଇଛି କି? ଭାରତବର୍ଷର ପ୍ରାଣ ଭାରତର ଗ୍ରାମ ଓ ପଲ୍ଲୀରେ ରହିଛି ବୋଲି ମହାତ୍ମା ଗାନ୍ଧୀ ଏକଦା କେତେ କେତେ ଅବସରରେ କହୁଥିଲେ। ଏହି ଗ୍ରାମଗୁଡ଼ିକର ଉନ୍ନତି ହେଲେ ଯାଇ ସମଗ୍ର ଦେଶର ଉନ୍ନତି ହେବ ବୋଲି ସେ କେତେ କେତେ ଅବସରରେ ଉଦ୍ବୋଧନ ଦେଉଥିଲେ। ସ୍ୱାଧୀନ ଭାରତବର୍ଷରେ କୁଆଡ଼େ ଗାଆଁର ଉନ୍ନତି ଅର୍ଥାତ୍ ପରିବର୍ତ୍ତନ ଉପରେ ହିଁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଥାନ୍ତା। ସ୍ଵାଧୀନତା ଆସିବାର ଦୀର୍ଘ ପଚାଶ ବର୍ଷ ପରେ ସେହି ଦିଗରେ ପ୍ରକୃତରେ କିଛି ଘଟିଥିବାର କାହିଁ ବିଶେଷ ପ୍ରମାଣ ମିଳିଲା ନାହିଁ ତ? ସ୍ୱାଧୀନ ଭାରତରେ ସହର ହିଁ ଗାଁ ଉପରେ ଘୋଡ଼ା ଚଢ଼ିଲା। ବାବୁମାନେ ଅଳପ ହୋଇଥିଲେ ମଧ୍ୟ ପଲ୍ଲୀବାସୀ ଅନେକଙ୍କ ଉପରେ ଘୋଡ଼ା ଚଢ଼ିଲେ। ପାଠୁଆମାନେ ଅପାଠୁଆମାନଙ୍କ ଉପରେ ଘୋଡ଼ା ଚଢ଼ିଲେ। ଅପାଠୁଆ ଯେପରି ସବୁଦିନେ ଅପାଠୁଆ ଓ ନୁଆଁଣିଆ ହୋଇ ରହିବେ, ସେଥିଲାଗି ସତର ପ୍ରକାର ଚାତୁରୀରେ ଯୋଜନାମାନ ତିଆରି କରାଗଲା। ଧନୀ ଅଧିକ ଧନୀ ହେଲା। ଦେଶରେ ଦଲାଲମାନେ ହିଁ ଦରଦାମ୍ର ନିୟନ୍ତ୍ରଣ କଲେ ଏବଂ ରାଜନୀତିର ପାଂଚଟାଯାକ ମୁହଁ ସତେଅବା ସହରରେ ବନ୍ଧାପଡ଼ି ରହିଲା। ଚଣ୍ଡାଳ ହେଲା। ଭାରତବର୍ଷରେ ତ ଆଗରୁ ସହର ବୋଲି ସେପରି କିଛି ନଥିଲା। ତେଣୁ ଏହି ଗାଁରୁ ହିଁ ମଉକାକ୍ରମେ ଲୋକମାନେ ଯାଇ ସହରରେ ଗାଦୀ ବାନ୍ଧି ରହିଲେ। ଯେଉଁମାନେ ସହରକୁ ଗଲେ, ସେମାନେ ଆଉ ସହରରୁ ଫେରିଲେ ନାହିଁ। କ'ଣ ଫୁଲ ସୁଂଘି ସେଇଆଡ଼େ ରହିଲେ। ବଡ଼ ଚାକିରିଆଟିଏ ସେଇଠି ଘର କରି ରହିଲା। ଗାଆଁରୁ ଭୋଟ ପାଇ ନିର୍ବାଚିତ ହୋଇଥିବା ପ୍ରତିନିଧିଟା ମଧ୍ୟ ସହରରେ ଘର କରି ରହିଲା, ମ୍ଲେଚ୍ଛ ହେଲା ଏବଂ ଏହିପରି ଭାବରେ ମ୍ଲେଚ୍ଛମାନେ ହିଁ ଆମର ଏହି ଗାଆଁଗୁଡ଼ାକୁ ଶାସନ କରିବାକୁ ଲାଗିଲେ। ଗାଆଁର ସତ୍ୟାନାଶ କଲେ। ଗାଆଁର ଯାବତୀୟ ପରିମଳକୁ ପ୍ରଦୂଷଣରେ ଭର୍ତ୍ତି କରି। ଦେଲେ। ଆମେ ଗାଆଁବାଲାଏ ବି ଭୁଲି ଗଲୁ। ସେହି ଚତୁରମାନଙ୍କର ଅନୁକରଣ କଲୁ। ଆମ ଗାଆଁ ଆଉ ଆମକୁ ଭଲ ଲାଗିଲା ନାହିଁ। ସହରକୁ ଗଲେ ଯାଇ ଆମର ଭାଗ୍ୟ ବୋଲି କିଛି ସମ୍ଭବ ହୋଇ ପାରିବ ବୋଲି ସେହି ଅଲକ୍ଷଣା ଭୂତଟା ଆମକୁ କ୍ରମେ ମାଡ଼ି ବସିଲା ଓ ଆମକୁ ଅଚେତା କରି ରଖିଲା। ମହାବାତ୍ୟା ପରେ ଆମେ ବର୍ତ୍ତମାନ କ'ଣ ଆମର ସେହି ପୁରୁଣା ଗାଆଁଟାକୁ ଫେରିବୁ ଓ ଆହୁରି କ'ଣ ବିପର୍ଯ୍ୟୟ ଲାଗି ଅପେକ୍ଷା କରି ରହିବୁ? ପାଠ ପଢ଼ିଥିବା ଯେଉଁ ବାବୁମାନେ ଆମକୁ ଶାସନ କଲେ, ସେମାନେ ଆମ ଭାଷାକୁ ପୋଇଲୀ କରି ଦେଖିଲେ। ସରକାରଟା ଆଉ